ପୂଜ୍ୟମାନଙ୍କର ପୂଜା କରିବା ଏବଂ ପୂଜ୍ୟମାନଙ୍କ ଠାରୁ ପ୍ରେରଣା ଲାଭ କରିବା, ଏ ଦୁଇଟିଯାକ ଆଦୌ ଗୋଟିଏ କଥା ନୁହେଁ। ନିଜର ଅଗ୍ରଗଣ୍ୟମାନଙ୍କୁ ନେଇ ଗୌରବ ଅନୁଭବ କରିବା ଓ ସେମାନଙ୍କ ବିଷୟରେ ସଭାକକ୍ଷରେ ଗୁରାଏ ଏଣୁ ତେଣୁ ଉଦଗାରି ହେବା, ଏ ଦୁଇଟା ମୋଟେ ଗୋଟିଏ କଥା ନୁ ରାଜ୍ୟରେ ଏବେ ଯାବତୀୟ ପୂଜ୍ୟ ପୂଜାର ଅନୁଷ୍ଠାନ ସରକାର ରାଜଧାନୀ ସ୍ତରରେ କରୁଛନ୍ତି। ସରକାରୀ ଅମଲାଙ୍କ ତରଫରୁ ସେହି ବିଷୟରେ ସମ୍ବାଦପତ୍ରରେ ସ୍ଥୂଳ ବିଜ୍ଞପ୍ତିମାନ ବାହାରୁଛି। ଏବଂ ସମ୍ପୃକ୍ତ ସଭାମାନଙ୍କରେ ଯୋଡ଼ାଏ ପୁଞ୍ଜାଏ ମନ୍ତ୍ରୀ ଭାଷଣ ଦେଉଛନ୍ତି। ସେମାନେ ଯେ ଆମ ସମସ୍ତଙ୍କ ତରଫରୁ ସଂସ୍କୃତିର ପ୍ରହରୀ ହୋଇ ମହଜୁଦ ରହିଛନ୍ତି, ସେମାନେ ସବାଆଗ ହୁଏତ ସେହି କଥାଟିକୁ ହିଁ ଘୋଷଣା କରିବାକୁ ଇଚ୍ଛା କରୁଛନ୍ତି। କାଳଟା ମଧ୍ୟ ସମଗ୍ର ସଭା ପରିବେଶଟିକୁ ଏପରି ହାସ୍ୟାସ୍ପଦ ଭାବରେ ଯୋଡ଼ି ଯୋଡ଼ି ଛିଡ଼ା କରାଉଛି ଯେ, ସେଠାରେ ସତେ ଅବା ପୂଜ୍ୟମାନେ ଗୌଣ ହୋଇ ଯାଉଛନ୍ତି ଏବଂ ସରକାରୀ ପରଂତପମାନେ ବେଶୀ ଦୁଶୁଛନ୍ତି, ବେଶୀ ଫୁଟୁଛନ୍ତି। ଜଗ୍ ଅଗି ଜଳୁଥିବା ସମୟରେ ଗିଲମାନେ ଯେଉଁପରି ଭଡ଼ଭାଡ଼ ହୋଇ ଫୁଟିବାରେ ଲାଗିଥାନ୍ତି ଓ ଭାରି ଅନ୍ୟମନସ୍କ କରନ୍ତି ପ୍ରାୟ ସେହିପରି। ଏସବୁ ଦେଖିବା ସମୟରେ ନିଜ ଭିତରେ କୋଉଠି କଣ ଭାରି ପ୍ରତିବାଦ କରି ଉଠୁଥିବା ପରି ଅନୁଭବ ହୁଏ ସିନା ତଥାପି ସଂଯୋଗ କ ରଖିବାକୁ ହୁଏ। କାଲି ଯେତେବେଳେ ଏହି ଆଜ୍ଞାମାନେ କ୍ଷମତାରେ ନଥିବେ, ସେତେବେଳେ କେହି ସେମାନଙ୍କୁ ଡାକିଯିବ ନାହିଁ, ସେମାନେ ବିଚରା ନିଜେ ମଧ୍ୟ ଏସବୁ ଅନୁଷ୍ଠାନକୁ ସାଧାରଣ ଶ୍ରୋତା ଭାବରେ ବାଆସିବାକୁ କୁଣ୍ଠାବୋଧ କରିବେ। ତେଣୁ ଯେତେଦିନ ପାଗ ଦେଇଛି, ଟିକିଏ ଦୋଳିରେ ବସିଗଲେ ରାଜ୍ୟରେ ଆମ ସଂସ୍କୃତିର ଅଥବା ସାହିତ୍ୟର ଆଦୌ କୌଣସି କ୍ଷତି ହେବନାହିଁ। ତେଣୁ ସରକାର ସବୁଠାରୁ ଅଧିକ ଛାଣ୍ଟ ଦେଖାଯାଉଥିବା ପର୍ଯ୍ୟନ୍ତ ସାହିତ୍ୟର କିଛି ଥାଟ ବି ସେଠି ଯାଇ ବିହିତ ପ୍ରକାରେ ଦେହ ଘଷି ହୋଇ ପାରୁଥିବା ଦରକାର। ରାଜାମାନେ ତ ସମ୍ଭ୍ରମ ହେତୁ ଆମକୁ ସବା ବଡ଼ ସମ୍ମାନରେ ବସାଅ ବୋଲି ମୁହଁ ଖୋଲି କଦାପି କିଛି କହିବେ ନାହିଁ, ତେଣୁ ସାହିତ୍ୟର କିଛି ଅଂଶ ମଧ୍ୟ ତାଙ୍କର ପାଖେ ପାଖେ ମାଆ ପରି ରହି ସେମାନଙ୍କର ଦୁଃଖ ବୁଝିପାରୁଥିବା ଆବଶ୍ୟକ। ଅବଶ୍ୟ ସାହିତ୍ୟରେ ନିଜର ପରିମଳ ବୋଲି ସର୍ବଦା ଅବଶ୍ୟ କିଛି ରହିଚି। ଆମ ସମାଜଟା ସେହି ପରିମଳକୁ ସାହସ କରିପାରି ନାହିଁ ବୋଲି ଆମ ସାହିତ୍ୟଟା ମଧ୍ୟ ଅନେକ ସମୟରେ କୋଉ ଜମିଦାର ଘରର ପେଟୁଆ ତକିଆଟାଏ ପରି ଦେଖାଯାଉଛି। ପ୍ରଧାନତଃ ପ୍ରସାଧନର କୌଣସି ସାମଗ୍ରୀ ପରି ମନେହେଉଚି। ଏକ ସମୂହ ହିସାବରେ ଆଧୁନିକ ଆହ୍ୱାନଗୁଡ଼ିକର ଯୋଗ୍ୟ ହୋଇ ଅସୁ ଆସୁଥିବା ସଂଗେ ସଂଗେ ଏହି ରାଜ୍ୟରେ ଆମ ପାଇଁ ମଧ୍ୟ ଏକ ପାହାଚ ଉଠିବାର ଅନ୍ୟ ବେଳ ଆସି ପହଞ୍ଚିବ। ଅସଲ ସମ୍ମାନ ଚଉକି ନୁହେଁ, ଆସନ ନୁହେଁ, ମନୁଷ୍ୟ ହିଁ ପାଇବ। ଏବଂ ସେ ପର୍ଯ୍ୟନ୍ତ ଅସଲ ସାହିତ୍ୟ ସେହି ଅନ୍ୟ ସମୟଟିକୁ ବରଣ କରି ଆଣିବାରେ ହିଁ ନିମିତ୍ତ ହୋଇ ରହିବାକୁ ଚେଷ୍ଟା କରୁଥିବ। ଏହି ନୂଆ ସାହିତ୍ୟ ସଭାରେ ଫୁଲେଇ ହେବାକୁ ଯିବନାହିଁ କିମ୍ବା ସାହିତ୍ୟକୁ ତୋଷାମଦର ସାମଗ୍ରୀ ରୂପେ ବ୍ୟବହାର କରିବାକୁ ମନ କରିବ ନାହିଁ। ଡୋର ଲଗାଇବାରେ ଲାଗିଥିବ, ବନ୍ଧୁ ଖୋଜୁଥିବ,ସତ୍ୟ ସମ୍ବନ୍ଧ ଗୁଡ଼ିକର କାଠି ଦେଇ ମଣିଷର ହୃଦୟକୁ ଛୁଇଁବାକୁ ପ୍ରୟାସ କରୁଥିବ। ନିଜର ହୃଦୟଟିକୁ ଯିଏ ସତକୁ ସତ ଛୁଇଁପାରିଛି ଓ ସଂସାରରେ ସାହିତ୍ୟକୁ ନେଇ ବାଟ ଚାଲୁଛି, ସିଏ ସିଧା ସେହି ହୃଦୟ ଯାଏ ଯିବ। ବାଟରେ ମୋଟେ ଅଟକି ରହିଯିବ ନାହିଁ । ଉପମା ଅତିରସିକସ୍ୟ ଗଛକୁ ନଗି ନପାଲେ